ହୁଏତ ଏହି ଗୋଟିଏ କ୍ଷେତ୍ରରେ, ସେ ପର୍ବର ପଢୁଆମାନେ ପରିସ୍ଥିତି ଦ୍ଵାରା ବାଧ୍ୟ ହୋଇ ଉଭୟ ପଟର ଭାଷାକୁ ଆୟତ୍ତ କରିଛନ୍ତି, କିନ୍ତୁ ଏପଟର ପଢୁଆଏ କେବଳ ଗୋଟିଏ ଭାଷାରେ ଚଳପ୍ରଚଳ ହୋଇପାରୁଛନ୍ତି ଏବଂ ତାହାକୁ ଈଶ୍ଵରଙ୍କର ଅପାର କରୁଣା ପ୍ରାୟ ମନେକରୁଛନ୍ତି। ସ୍ୱାଧୀନତାକୁ ପଚାଶ ବର୍ଷ ପୂରିଗଲା, ତଥାପି ସହର ଏବଂ ମଫସଲ ମଧ୍ୟରେ। ବ୍ୟବଧାନଟା ଦୂରହୋଇ ପାରିଲା ନାହିଁ। ଗାଁରେ ଯେଉଁମାନେ ପାଠ ପଢ଼ି ଯୋଗ୍ୟ ହେଲେ ଓ ପଇସା କମାଇଲେ, ସେମାନେ ସହରରର ଏହି ସ୍ୱର୍ଗଟାରେ ନିଜର ଅସଲ ଘରଟିଏ ବନାଇଲେ ଏବଂ ଆଧୁନିକ ଜୀବନର ବହୁଭବ୍ୟ ସରୋବରଟି ମଧ୍ୟରେ ଶ୍ୱଶୁରାଳୟକୁ ଆସିଥିବା ବଡ଼ ମତ୍ସ୍ୟଟିଏ ପରି ମନସୁଖରେ ରହିଲେ। ସେମାନେ ସଂସ୍କୃତି କଲେ, ସାହିତ୍ୟ କଲେ, ଓଡ଼ିଶାକୁ ବଡ଼ ଓ ବୀର ବୋଲି କହି ଚମ୍ପୁ ଗାଇଲେ। ଓଡ଼ିଶାକୁ ଭାରତବର୍ଷର ଯେକୌଣସି ରାଜ୍ୟର ସମକକ୍ଷ ବୋଲି ଅନୁଭବ କଲେ, ଆଉ ଗାଆଁରେ କେବଳ ବାଧ୍ୟ ହୋଇ ଗାଆଁରେ ପଡ଼ି ରହିଥିବା ମନୁଷ୍ୟମାନେ ରହିଲେ। ସହରର ଅନୁକରଣରେ ଗାଆଁର ବାହ୍ୟଟା ଯାହା କିଞ୍ଚିତ୍ ପରିମାଣରେ ବଦଳିଲା ସିନା, କିନ୍ତୁ ଭିତରଟା ଯେମିତି ସେମିତି ରହିଗଲା। ଭୂସତ୍ଵମାନ ବଦଳିଲା ନାହିଁ ଅଥବା ଭୂମି ସଂସ୍କାର ବି ହେଲା ନାହିଁ। ଜମିର ମାଲିକମାନେ ସହରରେ ରହିଲେ ଏବଂ ଜମିଗୁଡ଼ାକୁ ଭାଗରେ ଚଷାଇଲେ। ଜମି ସହିତ ନିଜ ଜୀବନର କୌଣସି ସୂତ୍ର ଲାଗିନଥିବା ସହରୀମାନେ ହିଁ ଫସଲରୁ ଅଂଶ ଦାବିକଲେ। ଯାବତୀୟ ଅର୍ଥରେ ସହରଟା ହିଁ ଗାଆଁର ପିଠି ଉପରେ ବେତାଳ ପରି ଲଦିହୋଇ ରହିଲା। ସତେଅବା ବିଲାତ ପରି ଗାଆଁର ଲକ୍ଷ୍ମୀଙ୍କୁ ଲୁଟି ନେଇଗଲା। ଓଡ଼ିଶାରେ ସହର ଗଣି ବସିଲେ ହୁଏତ ପାଞ୍ଚଟା ଆଙ୍ଗୁଠିକୁ ମଧ୍ୟ ନିଅଣ୍ଟ ହେବ, ତଥାପି ସହରଟା ହିଁ ଗାଆଁ ଲାଗି ଯାବତୀୟ ଶୋଷଣ ତଥା ଅଧୋଗମନର କାରଣ ହୋଇ ରହିଲା। ଯଦି ରହସ୍ୟ କରି କେହି ଓଡ଼ିଶାର ଗାଆଁଗୁଡ଼ିକୁ ଗଡ଼ଜାତ ବୋଲି କହି ସହରମାନଙ୍କୁ ମୋଗଲବନ୍ଦୀ ବୋଲି କହିବ, ତେବେ ତା'ର ସେହି କଥାଟିକୁ ହୁଏତ ପୂରା ଖଣ୍ଡନ କରି ହେବନାହିଁ। ଏବଂ, ଏହି ବିଡ଼ମ୍ବନାଟି ସମ୍ଭବତଃ ଗାଆଁ ଓ ସହର ଦୁହିଙ୍କ ସକାଶେ କାଳ ହୋଇ ରହିଲା। ସହରରୁ ମୁଣ୍ଡମାନେ ଉଭୟ ସହର ଏବଂ ଗାଆଁ ପାଇଁ ଶାସନର ବରାଦମାନ ତିଆରି କରୁଛନ୍ତି। ସହରର ମିଜାଜ ଓ ଅନ୍ଦାଜ ଅନୁସାରେ ଗାଆଁକୁ ନାଚିବାକୁ ପଡୁଛି ଏବଂ ନାଚିବାର ସେହି ପ୍ରକ୍ରିୟାରେ ନିଜତ୍ୱ ହରାଉଛି। ଅଳପ ମଣିଷ ଶାସନ କରୁଛନ୍ତି। ଏହି ଅଳପ ମଣିଷଙ୍କର ପାଦ ମୋଟେ ଭୂଇଁରେ ନାହିଁ। ସେମାନେ ଇଂରାଜୀ ଭାଷାର ମାଧ୍ୟମରେ ଶାସନ କରୁଛନ୍ତି। ଅଧିକାଂଶ ମଣିଷ ଯେଉଁ ଭାଷା ଜାଣିନାହାନ୍ତି, ଶାସନ ସେହି ଭାଷାରେ ଚାଲୁଛି। ତେଣୁ ଶାସନ ନାମରେ ଦରବାରମାନ ଚାଲିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି; ଅଥଚ ଯେଉଁମାନଙ୍କ ପାଇଁ ଖରଚ ହେଉଛି, ସେମାନେ ପ୍ରାୟ କୌଣସି ନିଷ୍ପତ୍ତି କରୁନାହାନ୍ତି। ଔଦ୍ଧତ୍ୟ ହିଁ ଉପରେ ସର୍ବମଣ୍ଡନକାରୀ ଲକ୍ଷଣ ହୋଇ ରହିଛି। ତଳଟା, ଅଧିକାଂଶ ମନୁଷ୍ୟଙ୍କର ସ୍ତରଟା ଦିନୁଦିନ ଅଧିକ ଅସହାୟ ହେବାରେ ଲାଗିଛି। ମଣିଷମାନେ ଅଧିକାଂଶତଃ ବୋକା ହୋଇ ଅନାଇ ରହିଛନ୍ତି। ସେମାନେ ଯେ ଗୋଟାଏ ଦେଶର ନାଗରିକ ଏବଂ ଉତ୍ତରାଧିକାର ସୂତ୍ରରେ ସେମାନଙ୍କର ଏହି ଭୂମିର ଭାଗ୍ୟନିର୍ମାଣରେ ଯେ ଅଲବତ ଏକ ଭାଗ ବା ଦାୟିତ୍ୱ ରହିଛି, ସେହି ସତ୍ୟଟିକୁ ବହୁ ଚତୁରତା ଏବଂ ମିଥ୍ୟାର ବଳରେ ଭୁରୁଡ଼ାଇ ଦିଆଯାଇଛି। ଓଡ଼ିଶାରେ ତଳସ୍ତରରେ ହିଁ ଅଧିକ ମନୁଷ୍ୟ ରହିଛନ୍ତି। ସେମାନେ